ଯେଉଁଠି କଂଗ୍ରେସ ପ୍ରଭୃତି ଦଳମାନଙ୍କ ପକ୍ଷରୁ ପ୍ରତିରୋଧ ହେଉଛି ବା ହେବ ସେଠିକି ସରକାରୀ ବସ୍ ଯିବା ଆସିବା ବନ୍ଦ କରିଦିଆଯାଉ। ଯଦି ଲୋକେ ଚାହିଁବେ ବସ୍ ଚଳାଚଳ ତେବେ ସେମାନେ ସଙ୍ଘବଦ୍ଧ ହୋଇ ଆନ୍ଦୋଳନକାରୀଙ୍କୁ ହଟାନ୍ତୁ, ନ ହେଲେ ବସ୍ ବନ୍ଦ ରହୁ। ବସ୍ ଚଳାଚଳ ପାଇଁ କୌଣସି ସରକାର ବାଧ୍ୟ ନୁହନ୍ତି ବା ବସ୍ ଚଳାଇବା ପାଇଁ ଦାବି ହେଉଛି ସେଠିକି ଅନ୍ୟ ଅଞ୍ଚଳରେ ଆନ୍ଦୋଳନ ହେତୁ ବନ୍ଦ ହେବା ବସ୍ମାନଙ୍କୁ ପଠାଇ ଦିଆଯାଉ। ଲୋକେ ଏପରି ଆଶା କରିବା ଉଚିତ ନୁହେଁ ଯେ ସେମାନେ ନୀରବଦର୍ଶକ ହୋଇ ରହିଥିବେ ଓ ସରକାରଙ୍କ ପକ୍ଷରୁ ପୋଲିସ ଓ ଅନ୍ୟ ପକ୍ଷରେ କଂଗ୍ରେସ ପ୍ରଭୃତି ଦଳମାନେ ପରସ୍ପର ଲଢ଼ୁଥିବେ। ମୋର ତ ବେଳେବେଳେ ମନେହୁଏ ପରୀକ୍ଷାମୂଳକ ଭାବରେ କୌଣସି ଅଞ୍ଚଳରୁ ପୋଲିସକୁ ହଟାଇ ନେଇ ସମସ୍ୟାମାନଙ୍କ ସମାଧାନ ଲୋକଙ୍କ ଉପରେ ଛାଡ଼ି ଦେଇ ଦେଖାଯାନ୍ତା, କେଉଁ ଶ୍ରେଣୀ ସେଥିରେ ଲାଭବାନ ହେଉଛନ୍ତି। ନିର୍ବାଚନ ବା ଆଲୋଚନା ପରିବର୍ତ୍ତେ ଯେତେବେଳେ ଆନ୍ଦୋଳନକୁ ଗୁରୁତ୍ୱ ଦିଆହେଉଛି, ସେତେବେଳେ ପୋଲିସକୁ ସମର୍ଥନ କରିବା କର୍ତ୍ତବ୍ୟ ହୋଇଯାଉଛି। ଅବଶ୍ୟ ଆଇନବିରୁଦ୍ଧ କାର୍ଯ୍ୟ କଲେ ଯେକୌଣସି ଲୋକ ଦଣ୍ଡନୀୟ ହେବ। କିନ୍ତୁ ସାଧାରଣ ଭାବରେ ପୋଲିସର ଯେପରି ନିନ୍ଦା ବା ସମାଲୋଚନା ହୁଏ ସେହି ଆଜିର ଗଣତନ୍ତ୍ର ବିରୋଧୀ ଆନ୍ଦୋଳନ ସମୟରେ ଯେପରି ହେଲେ ସାଧାରଣଙ୍କ ସ୍ୱାର୍ଥରେ ବାଧା ଘଟିବ କାରଣ ଅଳ୍ପ କେତେକ ଲୋକ ବାହୁବଳରେ ଆତଙ୍କ ସୃଷ୍ଟି କରିଦେବେ। ଲୋକଙ୍କ ପକ୍ଷରେ ବିଚାର କରି ସ୍ଥିର କରିବାର କଥା- ଆଲୋଚନା ନା ଆନ୍ଦୋଳନ। ଶୁକ୍ରବାର ଆମେ ସିନା ଭୁଲିଛୁଁ ସେ ଭୁଲି ନାହାନ୍ତି ଆଜି ଗାନ୍ଧିଜୀଙ୍କ ଶହେ ବର୍ଷ ପୂରିଲାବେଳକୁ, ଯଦି ଗାନ୍ଧିଜୀ କଥା କହି ପାରୁଥାନ୍ତେ, ତେବେ ସେ ଯାହା କହୁଥାନ୍ତେ, ଖାନ୍ ଅବଦୁଲ ଗଫୁର ଖାଁ ପ୍ରାୟ ଠିକ ସେହି କଥା କହୁଛନ୍ତି। ମନେ ହେଉଛି ଯେପରି ଦୀର୍ଘ କୋଡ଼ିଏ ବର୍ଷ ପରେ ପୁଣି ସେହି ଗାନ୍ଧିଜୀଙ୍କ ସ୍ୱର ଶୁଣାଯାଉଛି। ସାଲରେ ଗାନ୍ଧିଜୀ ଘୋଷଣା କଲେ ''ଭାରତରେ କଦାପି ଖାଦ୍ୟାଭାବ ଘଟିବାର ନୁହେଁ। ଯଦି ଘଟେ ଓ ଲକ୍ଷ ଲକ୍ଷ ଲୋକ ଅନାହାରରେ ରହନ୍ତି ତେବେ ସୁଦ୍ଧା ବିଦେଶରୁ ଖାଦ୍ୟ ଆମଦାନୀ କରାଯିବା ଉଚିତ ନୁହେଁ। '' ଗାନ୍ଧିଜୀଙ୍କ ଚିତାଭସ୍ମ ସାଙ୍ଗରେ ମିଶିଗଲା ଏ ଆତ୍ମସମ୍ମାନର ଭୀଷ୍ମ ପ୍ରତିଜ୍ଞା। ବିଦେଶରୁ ଖାଦ୍ୟ ଆମଦାନୀ କରିବାରେ ବାହାଦୁରି ନେବାରେ ଲାଗିଲେ ବିଭିନ୍ନ ସମୟରେ ବିଭିନ୍ନ ଖାଦ୍ୟମନ୍ତ୍ରୀ। ସାଲରୁ ଗାନ୍ଧିଜୀ କହି ଆସୁଥିଲେ ଓ ରେ ଶେଷଥର ପାଇଁ ଜୋରରେ କହିଲେ ଯେ ଭୋଟ ପାଇବା ପାଇଁ କଂଗ୍ରେସ ଦଳ ନିଜର ଗୃହୀତ ନୀତି ଉପରେ ଛିଡ଼ା ହୋଇ ପାରୁନାହିଁ। ଫଳରେ ରାଜନୀତି ଦୁର୍ନୀତିଗ୍ରସ୍ତ ହୋଇଯାଉଛି। ବାସ୍ତବିକ ଆଜି ଭାରତରେ ରାଜନୀତି କହିଲେ ବୁଝାଉଛି କେବଳ ନିର୍ବାଚନ ପାଇଁ ପ୍ରସ୍ତୁତି। କୋଡ଼ିଏ ବର୍ଷ ପରେ ପୁଣି ସେହି ସ୍ୱର ଉଠାଇଲେ ବାଦଶାହା ଖାଁ ଯେ ରାଜନୀତିରେ ମଧ୍ୟ ନୀତି ଅଛି, ଏହା କେବଳ ଭୋଟ ସର୍ବସ୍ୱ ନୁହେଁ। ସେ ଆନ୍ଦୋଳନରେ ଅବଶ୍ୟ କାମରାଜଙ୍କ ଭଳି ନିର୍ବାଚନ ସର୍ବସ୍ୱ ଗୋଟି ଚଳାଳିଙ୍କ ସ୍ଥାନ ରହିବ ନାହିଁ, ତଥାପି ତାଙ୍କର ବିବେକ ଯେ ଦଂଶନ ଆରମ୍ଭ କରିଛି, ଏହା ସୁସ୍ପଷ୍ଟ। ର ଆରମ୍ଭରେ ସବୁବେଳେ ଗାନ୍ଧିଜୀଙ୍କ ଶୁଷ୍କ ମୁଖରୁ ନିରାଶାର ବାଣୀ ଶୁଣା ଯାଉଥିଲା ''ଦେଶରେ ହିଂସାର ବାୟୁମଣ୍ଡଳ ଉତ୍କଟ ହେଉଛି। '' ମିଶିଗଲା ସେ କଥା ପୁଣି ଦିଲ୍ଲୀ ରାଜଘାଟର ନିର୍ଜନ ଶ୍ମଶାନରେ,